ଏମାନଙ୍କର ଅବଶ୍ୟ ସେତେବେଳେ ସେଇ ନିର୍ଦ୍ଦିଷ୍ଟ ସ୍ଥାନ ବିଷୟରେ କିଛି ଧାରଣା ନ ଥିଲା। ଆଉ ଅକ୍ଲେଶରେ ତା' ପ୍ରସ୍ତାବରେ ଏମାନେ ଏକମତ ହୋଇଯାଇଥିଲେ। ' ଶତ୍ରୁଜିତଙ୍କ ଚକ୍ଷୁ ସମ୍ମୁଖରୁ ଯେପରି ପୁଣି ଏକ ଅନ୍ଧକାର ପର୍ଦ୍ଦା ଦୂର ହୋଇଗଲା। ସେ ଉତ୍ସାହିତ ହୋଇ କହିଲେ, 'ସେଇ ନିର୍ଦ୍ଦିଷ୍ଟ ଚାରି ଏକର ପରିମିତ ଜମି ଭିତରେ' 'ଆପଣଙ୍କର ଅନୁମାନ ଠିକ୍। ସେତେବେଳେ ଯାହାର ଗୋଟିଏ ଏକର ବାର ତେର ଟଙ୍କାର ବେଶୀ ହେବାର ନ ଥିଲା, ଏବେ ତାହା ବହୁମୂଲ୍ୟ ସମ୍ପତ୍ତିରେ ପରିଣତ ହେବାକୁ ଯାଉଛି। ଅର୍ଥାତ ଭୂତତ୍ତ୍ୱବିତ୍ମାନେ ପରୀକ୍ଷା କରି ସେଇ ନିର୍ଦ୍ଦଷ୍ଟ ପରିମାଣ ଜମି ଭିତରେ ସୁନା ଥିବା ଜାଣିପାରିଛନ୍ତି। ଆଉ ହୁଏତ ବହୁତ ବର୍ଷ ତଳେ ହଡ୍ସନ ସାହେବ ମଧ୍ୟ ଏକଥା ଜାଣିପାରିଥିଲେ। ତାଙ୍କର କନ୍ଫିଡେନସିଆଲ ସେକ୍ରେଟେରୀ ଭାବରେ ରୀନା ଜାଣିପାରିଥିବା ବିଚିତ୍ର ନୁହେଁ। ' 'ତା' ହେଲେ ସେଇ ସମ୍ପତ୍ତିର ଏବେ ଉତ୍ତରାଧିକାରୀ ଅନନ୍ତ ଦାସଙ୍କର ସନ୍ତାନମାନେ? ' 'ନ୍ୟାୟତଃ ତାହା ନୁହେଁ। କିନ୍ତୁ ଅନନ୍ତ ଦାସ ଏଭଳି ଭାବରେ ସେଇ ସମ୍ପତ୍ତିତକ ନିଜ ଅଧିକାରକୁ ନେଇଥିଲେ, ଯାହା ଉଦ୍ଧାର କରିବାକୁ ହେଲେ ଜୟନ୍ତୀ ମହାପାତ୍ରକୁ କୋର୍ଟ କଚେରୀ ପର୍ଯ୍ୟନ୍ତ ଯିବାକୁ ପଡ଼ିବ। ଆଉ ସେ ଯେ ତା'ର ଅଧିକାର ଫେରିପାଇବ ଏ ବିଷୟରେ ମୁଁ ନିଃସନ୍ଦେହ। କିନ୍ତୁ ସେଥିପାଇଁ ଯେତେ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ, ସେତକ ତାନିକଟରେ ନାହିଁ। ' 'କିନ୍ତୁ ସେ ଜୀବିତ ଥିବା ପର୍ଯ୍ୟନ୍ତ ଅନ୍ୟ କେହି ନିଃସଙ୍କୋଚ ଭାବରେ ତାହା ନିଜର ବୋଲି ପ୍ରମାଣ କରିପାରିବ ନାହିଁ। ଅର୍ଥାତ୍ ସରକାରଙ୍କଠାରୁ ଉପଯୁକ୍ତ କ୍ଷତିପୂରଣ ପାଇବାପାଇଁ ସେ ହକ୍ଦାର ହୋଇପାରିବ ନାହିଁ? ' ଶତ୍ରୁଜିତ ଏତକ ଶେଷ କରି ଅମ୍ବରୀଶ ବାବୁଙ୍କୁ ଏକ ପ୍ରଶ୍ନଭରା ଦୃଷ୍ଟିରେ ଅନାଇ ରହିଲେ। 'ଆପଣଙ୍କର ଦୂରଦୃଷ୍ଟି ପାଇଁ ଆପଣ ଯେ କେବଳ ସୁନାମର ଅଧିକାର, ତାହା ମୁଁ ଏବେ ଜାଣିଲି, ମି: ଶତ୍ରୁଜତି! କିନ୍ତୁ ଏହା ସହିତ ଅନନ୍ତ ଦାସଙ୍କର ମୃତ୍ୟୁର ସମ୍ପର୍କ ଯେ କ'ଣ ମୁଁ ଭାବିପାରୁନାହିଁ। ' ଶତ୍ରୁଜିତ ନିଜର ସିଗାରେଟ କେସ୍। ବାହାର କରି ଅମ୍ବରୀଶ ବାବୁଙ୍କୁ ଦେଲେ। ଆଉ ଗୋଟିକରେ ନିଜେ ଅଗ୍ନିସଂଯୋଗ କରୁ କରୁ କହିଲେ, 'ସେ ପ୍ରଶ୍ନର ଉତ୍ତର ମୁଁ ଆପଣଙ୍କୁ ଯଥାସମୟରେ ଦେଇପାରିବି, ଆଜ୍ଞା! ତେବେ ମୁଁ ଆପଣଙ୍କଠାରୁ ଜାଣିବାକୁ ଚାହୁଁଛି, ଅନନ୍ତ ଦାସ କ'ଣ ସେଇ ନିର୍ଦ୍ଦିଷ୍ଟ ସମ୍ପତ୍ତିକୁ ଜୟନ୍ତୀକୁ ଫେରାଇ ଦେବାପାଇଁ ଆପଣଙ୍କ ସହ ପରାମର୍ଶ କରିଥିଲେ-? ' 'ନା। ମୁଁ କିନ୍ତୁ ସେଇ ସମ୍ପତ୍ତି ଜୟନ୍ତୀକୁ ଫେରାଇ ଦେବାକୁ କହିଥିଲି। ସେ ମଧ୍ୟ ମୋ କଥାରୁ ବାହାରିଯାଇ ନ ଥିଲେ। ଆପଣ ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହେବେ, ସେ ତାଙ୍କ ନାମରେ ରଖିଥିବା ଅର୍ଦ୍ଧେକ ସମ୍ପତ୍ତି ମଧ୍ୟ ତା' ନାମରେ କରିଦେବାକୁ ସ୍ୱତଃପ୍ରବୃତ୍ତ ଭାବରେ କହିଥିଲେ। ' ଶତ୍ରୁଜିତ ଯେମିତି ଅମ୍ବରୀଶବାବୁଙ୍କର ଏଇ କଥାକୁ ବିଶ୍ୱାସ କରିପାରୁ ନ ଥିଲେ। ତେଣୁ ଅବିଶ୍ୱାସ୍ୟ ଦୃଷ୍ଟିରେ ତାଙ୍କୁ ଅନାଇ ରହିଥିବା ଦେଖି ସେ କହିଲେ, 'ମୁଁ ମଧ୍ୟ ତାଙ୍କ ନିକଟରୁ ଏଇ କଥା ଶୁଣି ସେତେବେଳେ କମ୍ ଆଶ୍ଚର୍ଯ୍ୟ ହେଇ ନ ଥିଲି। ହୁଏତ ଏହାରି ଭିତରେ ଆଉ କୌଣସି ରହସ୍ୟ ରହିଯାଇଛି ବୋଲି ମୁଁ ଜାଣିବାକୁ ବହୁ ଚେଷ୍ଟା କରି ମଧ୍ୟ ଜାଣିପାରିଲି ନାହିଁ। ମୋର ସେତେବେଳେ ମନେହେଉଥିଲା, ସେ ଯେମିତି ଜୟନ୍ତୀକୁ ଭୟ କରିବାରେ ଲାଗିଥିଲେ। ' 'ଜୟନ୍ତୀ ଆପଣଙ୍କ ସହିତ କେବେ ଏ ବିଷୟରେ